"କିନ୍ତୁ ଏ ଦି’ହିଙ୍କୁ ଆମେ ଛାଡ଼ିଲୁ ନାହିଁ। ଗୋଡ଼େଇ ଗୋଡ଼େଇ ପିଟିଲୁ। କିନ୍ତୁ କ’ଣ ହେବ...!" ହଠାତ୍ ବିରକ୍ତ ହୋଇ ମଣ୍ଟୁ ରହିଗଲା। ତା’ର ଉତ୍ସାହ ଏମିତି ଭଟ୍ଟା ପଡ଼ିବାର କାରଣ ମୁଁ ବୁଝି ପାରୁ ନଥିଲି।ପଚାରିଲି, "କ’ଣ ହେଲା କି?" "ହେବ କ’ଣ? କହିଛି, ଗୃହଶତ୍ରୁ ବିଭୀଷଣ! ଏ ଟୋକା-ଟୋକୀ ଦି’ଜଣ ଯାଇ ଚନ୍ଦରା ମଠରେ ପଶିଗଲେ, ଆଉ ଚନ୍ଦରା ତାଙ୍କୁ ନେଇ ଦେଉଳ ବେଢ଼ାରେ ଲୁଚେଇ ଦେଲା।" "ତମେମାନେ ଝିଅଟିକୁ ତା’ କବଳରୁ ମୁକୁଳେଇ ଆଣିଲ ନାହିଁ?""କ’ଣ କହିବା ସାୟାରେ, ସେଇ ଟୋକାଟା ତାକୁ କି ଗୁଣିଗାରେଡ଼ି କରି ଦେଇଛି ଯେ ଟୋକୀଟା ତା’ ପିଛା ଛାଡ଼ୁନି। ଆମେ ଏବେ କାହାକୁ ବୁଝେଇବୁ? ବାପାର ଧର୍ମକୁ ଡର, ଝିଅ ଯାଇ ପଠାଣ ସାହିରେ ରହିଲାଣି, ତାକୁ ସେ କେମିତି ନେବ? ତେଣେ କଲିକତା ଓଷୁଦ। ଝିଅର ଦାଦା ଆସି ବହୁତ ବୁଝାବୁଝି କଲା, ମାଡ଼ଗାଳି ବି ହେଲା। କିନ୍ତୁ ସେ ବଜ୍ଜାତ୍ ଟୋକୀ ପୂରା ତ ଦିୱାନୀ ପାଲଟି ଯାଇଛି! "ମୁଁ ଦୀର୍ଘଶ୍ୱାସ ନେଲି। ଜାଣିଲି, ଇଏ ପ୍ରେମ ବ୍ୟାପାର। ପ୍ରେମ କ’ଣ ଜାତିଧର୍ମ ମାନୁଛି? ଏ ନେଇ ଚନ୍ଦ୍ରମାଧବଙ୍କୁ ଦାୟୀ କରିବା କ’ଣ ଦରକାର?ମଣ୍ଟୁ କହିଲା, "ସବୁ ସେଇ ଚନ୍ଦରା ବାବାର କାଣ୍ଡ। ଆମେ ତ ସେଇ ରାତିରେ ଏ ଦି’ଟାଙ୍କୁ ଗଡ଼ ଗଡ଼ କରି କାଟି କେନାଲରେ ଭସେଇ ଦେଇଥାଆନ୍ତୁ। କିନ୍ତୁ ସେ ଭଣ୍ଡ, ସେ ବଦ୍‌ମାସ ତାଙ୍କୁ ନେଇକି କାହିଁକି ଲୁଚେଇ ରଖିଥିଲା?" "ଦେଉଳ ଭିତରେ?" "ହଁ, ଦେଉଳ ଭିତରେ! ଯୋଉଠି ଶିବ, ଯୋଉଠି ବାସୁଆ, ସେଇଠି ଇଏ ନେଇ ରଖିଲା ପଠାଣ ଟୋକାକୁ। ଏଇଟା ଏଡ଼େ ବିଧର୍ମୀ ବୋଲି ଆମେ କ’ଣ ଜାଣିଥିଲୁ? ତଥାପି ଗାଁବାଲା ଯାଇ ତାକୁ ବୁଝେଇଲେ। ଇଏ ଧର୍ମ-ଧର୍ମ ଭିତରେ ମାମଲା, ୟାକୁ ତୁ ତୋ ମଠ ମାମଲା ବୋଲି ଭାବନା। କିନ୍ତୁ ସେ ଶୁଣିଲା ନାହିଁ। ଗାଁଲୋକେ ରାଗିକି ଢେଲାପଥର ଫୋପାଡ଼ିଲେ, ଚାଲିଲା ପ୍ରବଳ ଗଣ୍ଡଗୋଳ।" "ଫେର୍?" "ସେ ଚନ୍ଦରା କିଛି କମ୍ ନୁହେଁ। ଆମେ ନିଆଁ ଲଗେଇ ଦେବାକୁ ବାହାରିଥିଲୁ। କୁଆଡ଼େ ଥିଲା ଯେ ଗୋଟେ ବନ୍ଧୁକ ଧରି ମାଡ଼ି ଆସିଲା।" "ବନ୍ଧୁକ?" "ହଁ, ଗୋଟେ ବ୍ଲାଙ୍କ୍ ଫାୟାର କରିଦେଲା। ଲୋକେ ତୁନୀ ପଡ଼ିଗଲେ। ସେଇଠୁ ଚନ୍ଦରା କହିଲା, 'ଖବରଦାର୍, ଦେଉଳ କି ମଠ ବେଢ଼ା ଭିତରକୁ ଯିଏ ପଶିବ, ସିଏ ମୋର ମଲାଦେହ ଉପର ଦେଇ ପଶିବ।' "ମୁଁ ସ୍ତବ୍ଧ ହୋଇଗଲି। ସେଇ ଶାନ୍ତସୁଧାର ଲୋକଟି ପୁଣି ବନ୍ଧୁକ ଧରି ବାହାରି ପାରିଲା?ଭରତ କହିଲା, "ଚନ୍ଦରା ସେଇଠୁ ଆମକୁ ଶୁଣେଇଲା, 'ମୁଁ ଗାଁକୁ ଫେରି କିଛି କରିବାକୁ ଚାହିଁଥିଲି। ହିନ୍ଦୁ ଧର୍ମ ଅରକ୍ଷିତ ହୋଇ ନଯାଉ, ଏଇଆ ଚାହୁଁଥିଲି। ଏବେ ଦେଖୁଛି ଧର୍ମ ଅରକ୍ଷିତ ହେବାର କାରଣ ନାହିଁ। ମୁଁ ଯୋଉଥିପାଇଁ ଚିନ୍ତା କରୁଥିଲି, ସେ ଚିନ୍ତା ଏବେ ଗାଁର ସବୁ ଲୋକ ନିଜ ନିଜ କାନ୍ଧକୁ ନେଇ ଗଲେଣି। ମୁଁ ତେଣୁ ଧର୍ମ ଚିନ୍ତା ଛାଡ଼ି ଏବେ ମଣିଷ କଥା ଚିନ୍ତା କରୁଛି। ରହିମ୍‌ର ପୁଅ ଆଉ ଶ୍ୟାମ ମଉସା ଝିଅ ଆଗେ ମଣିଷ, ତା’ପରେ ହିନ୍ଦୁ କି ମୁସଲମାନ ଧର୍ମର। ଯୋଉ ଝିଅକୁ ବାପା ତା’ ଘରକୁ ନେଉନାହିଁ କି ସେ ଝିଅ ବି ଫେରିବାକୁ ଚାହୁଁନାହିଁ, ସେଠି ଧର୍ମ ମୁଣ୍ଡ ନ ପୂରେଇଲେ ଭଲ।" ମଣ୍ଟୁ କହିଲା, "ଜାଣିଲେ ତ ସବୁ, ଇଏ ଶଳା ପ୍ରବଚନ ଦେଇ ଆମକୁ ଭଗେଇବାକୁ ବସିଥିଲା। ଛାଡ଼ିଲୁ ଯେ ଗୋଟେ ଢେଲା, ଶଳାର ଠିକ୍ ମୁଣ୍ଡରେ ଯାଇ ଢୋ କିନା ବାଜିଲା। ଚନ୍ଦରା ରାଗିକି ଫେର୍ ଗୋଟେ ଗୁଳି ଫୁଟେଇଲା। ଆମ ଲୋକଗୁଡ଼ା ଡରିକି ପଳେଇ ଆସିଲେ।" "ତା’ପରେ?""ତା’ପରେ କ’ଣ? ଆମେ ଫେରିଆସି ନିଶାପ କଲୁ, ଯାହା ହେବାର ହୋଇଯାଉ ପଛକେ, ଚନ୍ଦରାକୁ ଛାଡ଼ିବୁ ନାହିଁ। ରାତି ଅଧରେ ଯାଇ ଯାହା କରିବାର କରିବୁ।" "କ’ଣ କରିଥାନ୍ତ?" "ନିଆଁ ଲଗେଇଲ ଦେଇଥାଆନ୍ତୁ।" "ନିଆଁ..." ମୁଁ ଡରିଗଲି। "ଆଉ କ’ଣ ତେଲ ଲଗେଇ ଥାଆନ୍ତୁ, ଆଁ!" ଭରତ ଛିଗୁଲେଇଲା ଭଳି କହିଲା। ସତେକି କଥାଟା ମୋତେ ନୁହେଁ, ଅନୁପସ୍ଥିତ ଚନ୍ଦ୍ରମାଧବଙ୍କୁ ସେ କହୁଥିଲା